ନାହିଁ ବାପା ଟୁଲୁ ଉଠିନି। ମୁଁ ତୁମପାଇଁ ଆଜିକାର କାଗଜଟି ଆଣିଲି। ତୁମେ ଏକୁଟିଆ ନବସି ଏଇଠି ପଢ଼ୁଥାଅ। କାଗଜଟି ଦେଇ ଫେରିଗଲେ ଅଳକା। ଝିଅର ଗତିପଥକୁ ଚାହିଁ ରହିଲେ କନକ ନାରାୟଣ। ଭାବିଲେ–ଯାହାର ମୁଁ ଅନେକ ଛଡ଼ାଇନେଲି, ସେ ମୋତେ କେତେ ଦେବାକୁ ବ୍ୟସ୍ତ। ମୁଁ ଖାଲି କ'ଣ ନେବାକୁ ଜନ୍ମ ହୋଇଥିଲି! କାହାକୁ କିଛି ଦେବାପାଇଁ ଭଗବାନ ତୁମେ କ'ଣ ମୋ ଶୂନ୍ୟ ହାତରେ କିଛି ଟିକିଏ ଦେଇ ପୂର୍ଣ୍ଣ କରିପାରିବ? କାଗଜ ପଢ଼ିବାକୁ ଭୁଲିଗଲେ। ଉଦାସ ଦୁଇଆଖି ମେଲି ଚାହିଁରହିଲେ ମହାଶୂନ୍ୟକୁ-। କରବୀ ଗଛର ପତ୍ର ନିଗାଡ଼ି ଝରୁଥିଲା ବିନ୍ଦୁ ବିନ୍ଦୁ ଶିଶିର କଣା, ଟପ୍ ଟାପ୍ ହୋଇ ମୃଦୁ ଏକ ଶବ୍ଦର ସୃଷ୍ଟି ହେଉଥିଲା ତହିଁରୁ। କିନ୍ତୁ କନକ ନାରାୟଣଙ୍କ ମନହୋଇଥିଲା ମହାଶୂନ୍ୟରେ ସେ ଥିଲେ–ଯେପରି ଜୀବଜଗତର ବାହାରେ, କୌଣସି ଶବ୍ଦ ତାଙ୍କର ଅଚେତନ ମନକୁ ସ୍ପର୍ଶ କରିପାରୁନଥିଲା। ବହୁ ସମୟ ଧରି ସେ ଏହିପରି ମନ ନେଇ ବସିରହିଥିଲେ। –ଅଜା, ଅଜା, ଅଜା ମ –ଏଁ, କିଏ ସେ? –ତୁମ ଆଖିକୁ ଦିଶୁନି କି ଆଉ? ମୁଁ ପରା ଟୁଲୁ, ତୁମେ ଏ ସକାଳଟାରୁ କ'ଣ ଶୋଇପଡ଼ିଲ? ଉଡ଼ିଗଲା ମନର ଡେଣା ବାନ୍ଧିଲେ ଏଥର କନକ ନାରାୟଣ। ସ୍ୱପ୍ନିଳ ଆଖିଦୁଇଟିରେ ଲାଗିଲା ବାସ୍ତବତାର ସ୍ପର୍ଶ। ଟୁଲୁର ମଣି ପରି ଉଜ୍ଜ୍ୱଳ ଆଖି ଯୋଡ଼ିକୁ ଚାହିଁ କହିଲେ–ମୁଁ ଶୋଇନିରେ, ମୁଁ ଭାବୁଥିଲି ତୁ କେତେବେଳେ ଆସିବୁ। ମୁଁ ଚୁପ୍ ହୋଇ ବସି ଏକ ଦୁଇ କରି ସଂଖ୍ୟା ଗଣିଯାଉଥିଲି। ତୁ କିନ୍ତୁ ଭାରି ଡେରିରେ ଆସିଲୁ। –କେତେ ଗଣିବା ପରେ ମୁଁ ଆସିଲି ଅଜା? –ପ୍ରାୟ ତିନିଲକ୍ଷ। ଏତେଗୁଡ଼ାଏ ଗଣିବା ପରେ ମୁଁ ଆସିଲି! ନିଜକୁ ଅପରାଧ ମଣିଲା ଟୁଲୁ, କହିଲା–ମାମି ମୋ ମୁହଁ ଧୁଆଇଦେଲେ, ଜାମା ପ୍ୟାଣ୍ଟ ବଦଳାଇଦେଲେ। ଏତେକଥା କରୁ କରୁ ମୋର ଡେରି ହୋଇଗଲା। ଆଉ କ'ଣ କରିବି ଯେ। ଟୁଲୁର ଦୋଷୀ ଦୋଷୀ ଭାବ ଦେଖି ବୃଦ୍ଧ ହୃଷ୍ଟ ହେଲେ। କାରଣ ଟୁଲୁ ତାଙ୍କୁ ସର୍ବଦା ଦୋଷୀ ସାବ୍ୟସ୍ତ କରିଆସୁଛି। ଆଜି ସେ ତାକୁ ଦୋଷୀ କରିପାରିଛନ୍ତି। ତେଣୁ ଉଦାର ମନରେ କହିଲେ–ଆଚ୍ଛା, ଆଚ୍ଛା, ମୁଁ ଆଜି ତୋତେ କ୍ଷମା କରିଦେଲି। ଆଉ ଏପରି କରିବୁନି। –ନାଁ, ଅଜା ତୁମେ ଆଜି ଏଠାକୁ ଆସିଛ ଶୁଣି ଭାରି ଖୁସିହୋଇ ମୁଁ ପଳାଇଆସିଛି। ଦେଖୁନ, ମୁଁ ଆହୁରି ପାଉଡର ଟିକିଏ ଲଗାଇନି। ତେବେ ବି ମୋର ଡେରି ହୋଇଗଲା। ଚଞ୍ଚଳ ପାଦରେ ପାଖକୁ ଆଗେଇଆସିଲେ ଅଳକା। କହିଲେ–ବାପା, ଆସ ତୁମେ, ଆଉ ଉପରକୁ ଯାଅନା। ଏଇନେ ବାଥ୍ରୁମରେ ଯାଇ ମୁଁହ ହାତ ଧୋଇପକା। ମୁଁ ସବୁ ସଜାଡ଼ିଦେଇଛି। ଆସ। ଟୁଲୁ। ଗାଲ ଫୁଲାଇ କହିଲା–ମୁଁ ଯେତେବେଳେ ତୁମ ପାଖରେ ବସିଲି ଅଜା, ସେତେବେଳେ ମାମି ତୁମକୁ ଡାକିଲେ। ମୁଁ ଆଉ ତୁମ ପାଖକୁ ଆସିବିନି। ତା' କଥାରେ କାନ ନଦେଇ ଅଳକା ଡାକିଲେ–ଆସ ବାପା। ଆଉ ଟିକିଏ ଯାଉ ମା'। କେତେଟା ବାଜିଲା? ତୋର କ'ଣ ସବୁ କାମ ସରିଗଲାଣି? ହଁ ବାପା, ସବୁ ସରିଆସିଲାଣି। ଆଉ ଯାହା ଟିକିଏ ବାକିଅଛି ତୁମର ବାଥ୍ରୁମ୍ କାମ ସରୁ ସରୁ ମୋର ବି କାମ ସରିଯିବ। ତୁ ଯାଆ, ମୁଁ ଯାଉଛି। କେତେଟା ବାଜିଲା? ଆଠଟା ବାଜିଲା ପରା। ମୁଁ ଧରିବି କି ତୁମ ହାତ? କନକ ନାରାୟଣ ହସିଲେ। କହିଲେ–ବୋଧହୁଏ ଦରକାର ହେବ ନାହିଁ। ତୋ ବାପା ଦେହରେ ବହୁତ ବଳ ଆସିଯାଇଛି ମା'। ତୋପରି ମା' ଯାହାର ଥିବ, ତା' ପୁଅ ପାଦରେ ବଳ ମନକୁ ଆସିଯିବ ଯେ। କନ୍ୟା ଲାଜମିଶା ହସ ହସି କହିଲେ, ତୁମେ ସବୁବେଳେ ଏପରି କଥା କହି ମତେ ଲଜ୍ଜା ଦେଉଛ। ମୁଁ ଯେ ତୁମପାଖରୁ ଦିନେ ଚାଲିଯିବି ତୁମକୁ ଅସହାୟ ଅବସ୍ଥାରେ ଛାଡ଼ିଦେଇ, ସେଇ କଥାଟି ମୋର ମନେପଡ଼ିଯାଏ ତୁମର ଏପରି କଥା ଶୁଣିଲେ। ଏହି କଥା କହୁ କହୁ ତାଜା ଜୁଇଫୁଲ ସ୍ତବକ ମୁହଁଟି ତାଙ୍କର ଝାଉଁଳିପଡ଼ିଲା। କନକ ନାରାୟଣ ଝିଅର ମନକଥା ବୁଝିଲେ। ଝିଅର ବ୍ୟଥାକୁ ଅନୁଭବ କଲେ। ଝିଅ ଦୁଃଖରେ ଦୁଃଖିତ ହେଲେ। ପ୍ରାଣ–ପ୍ରତିମା କନ୍ୟା କେଉଁ କଥା କହିଲେ ପୁଣି ଖୁସି ହୋଇଉଠିବ, ସେକଥା ବି ତାଙ୍କୁ ଜଣା। କହିଲେ–ମା', ମୋଲାଗି ଆଜି କ'ଣ ଜଳଖିଆ କରିଛୁ! ଅଳକାଙ୍କର ଆଖିପଲ୍ଲବରୁ ଝରିଆସିଲା କେଇଟୋପା ଲୁହ।